ବିନୋଦ କେତେ ବୁଝାଇଲେଣି। ବୀର ମଧ୍ୟ ଆସି ବୁଝାଇଲେ। କିନ୍ତୁ ସେ ବୁଝିଲେ ନାହିଁ। କେବଳ ଗୋଟାଏ ଅସ୍ପଷ୍ଟ ଶବ୍ଦ ସହିତ ଘନଘନ ଦୀର୍ଘ-ଶ୍ୱାସ ବହିବାକୁ ଲାଗିଲା। ଆଜି ତାଙ୍କର ଶରୀର ଅତି ଭୟଂକର ଦେଖାଯାଉଚି। ଚବିଶ ଘଣ୍ଟା ଗତ ହୋଇଥିଲେ ବି ସେ ଅନ୍ନ ଜଳ ସ୍ପର୍ଶ କରି ନାହାନ୍ତି। ରାତି ବାରଟା ବେଳେ ବିନି ଚାହା ଆଣି ଦେଲା। ସେ ତାହାକୁ ମଧ୍ୟ ଗ୍ରହଣ କଲେନାହିଁ। ବୀର ଆସିଲେ। ଯୋନାଥନ୍କୁ ଭୂମିରୁ ଉଠାଇବାକୁ ଅନେକ ଯତ୍ନ କଲେ; କିନ୍ତୁ ସେ ଉଠିଲେ ନାହିଁ-। ଚାହା ଖାଇବାକୁ କେତେ ଅନୁରୋଧ କଲେ। କିନ୍ତୁ ଯେ ନାଥନ୍ କୌଣସି କଥା ଯେପରି ଶୁଣିପାରୁ ନଥାନ୍ତି। ଶେଷକୁ ବୀର କହିଲେ "ଭାଇ, ମା'ଟି ତାର ପିଲାଛୁଆଙ୍କୁ ଛାଡ଼ି ଯାଉଚି। ତୁମ୍ଭେ ମଧ୍ୟ ସେମାନଙ୍କୁ ଅନାଇବ ନାହିଁ; ବର୍ତ୍ତମାନ ତୁମ୍ଭବିନା ସେମାନଙ୍କର କିଏ ଅଛି? " ଏକଥା ଯୋନାଥନ୍ର ହୃଦୟରେ ଦାରୁଣ ଆଘାତ କଲା। ସେ ଆସ୍ତେ ଭୂମିରୁ ଉଠିଲେ। ଆଖି ଫୁଲି ଯାଇଚି। ମୁହଁ ଦିଶୁଛି ଭୟଂକର। ସତେ ଯେପରି ଯୋନାଥନ୍ ହଠାତ୍ ଦଶବର୍ଷ ଅଧିକ ବୃଦ୍ଧ ହୋଇ ପଡ଼ିଚନ୍ତି। ଯୋନାଥନ୍ କୌଣସିମତେ ବାଧ୍ୟ ହୋଇ ଚାହା ଟିକିଏ ପିଇବାକୁ ଚେଷ୍ଟା କଲେ-। ସବୁ କିନ୍ତୁ ଶେଷ କରି ପାରିଲେ ନାହିଁ। ହଠାତ୍ ସେ ଉନ୍ମତ୍ତ ମତୁଆଳ ପରି ଶଶୀର ଶଯ୍ୟା ପାଖକୁ ଧାଇଁଗଲେ। ଶୂନ୍ୟ ଦୃଷ୍ଟିରେ ପ୍ରିୟତମାର ମୁଖକୁ ନିରୀକ୍ଷଣ କଲେ। ଦୁଇ ବାହୁରେ ଶଶୀକୁ ଦୃଢ଼ଭାବରେ ଆଲିଙ୍ଗନ କରି ରହିଲେ। ଆଉ ସେଠାରୁ ଉଠିଲେ ନାହିଁ କି କଥା କହିଲେ ନାହିଁ। ଘଣ୍ଟାଏ ବିତିଗଲା। ଦୁଇଘଣ୍ଟା ବିତିଗଲା। ଶଶୀର ଶ୍ୱାସ ରୁଦ୍ଧ ହୋଇ ଆସିଲା। ହୃଦୟର ସ୍ପନ୍ଦନ ଶିଥିଳ ହୋଇ ଆସିଲା। ସେ ଚିରକାଳ ପାଇଁ ଇହଧାମ ତ୍ୟାଗ କଲା। ପତିରକୋଳରେ ସତୀର ମୃତ୍ୟୁ ହେଲା। ଅନ୍ତିମ ଶୟନରେ ସେ ସ୍ୱାମୀର କ୍ରୋଡ଼ରେ ସ୍ଥାନ ପାଇଲା। ଯୋନାଥନ୍ ବୁଝିପାରିଲେ ଶଶୀ ଆଉ ନାହିଁ। ଘଡ଼ିକୁ ଅନାଇଲେ। ନଅଟା ବାଜି ପନ୍ଦର ମିନିଟ। ବୀରବାବୁଙ୍କୁ ଅତିକରୁଣ ଭାବରେ ଅନାଇଲେ। ସେ ମୁଖରେ ଏକ ଗଭୀର ପ୍ରଶାନ୍ତି। ସତେ ଯେପରି ସଂସାରର ଏଇ ସ୍ୱାଭାବିକ ଝଡ଼କୁ ସାମ୍ନା କରିବାକୁ ସେ ମୁହଁରେ ପୂରି ରହିଚି ଅଶେଷ ଧୈର୍ଯ୍ୟ। ଗୁଲ୍ ବଦନୀ କାନ୍ଦି ଉଠିଲେ। ଲଳିତା ଭୂମିରୁ ଉଠିଆସି ପିତାଙ୍କୁ ଭରାଦେଇ ମୃତ ମାତୃ ଶବକୁ ବାରମ୍ୱାର ଚୁମ୍ୱନ କରିବାକୁ ଲାଗିଲା। ତାହାର ଆଖିରେ ଆଉ ଲୁହ ନଥିଲା। ସେ ଶୂନ୍ୟ ଦୃଷ୍ଟିରେ ପିତାଙ୍କ ମୁଖକୁ ଅନାଇ ବିକଟ ଶୁଷ୍କ ହାସ୍ୟରେ ଓଷ୍ଠାଧର ଈଷତ୍ ଭିନ୍ନ କରି କହିଲା "ଆଉ କାହିଁକି କାନ୍ଦିବି ବାବା, ମା' ତ ନାହିଁ। ସ୍ୱର୍ଗକୁ ଗଲା ପରା! ଈଶ୍ୱର ଆମ ପ୍ରାର୍ଥନା ଶୁଣିଲେ ନାହିଁ। " ପାଗଳଙ୍କ ପରି ଯୋନାଥନ୍ କହିଲେ "ନାହିଁ ମା, ଈଶ୍ୱର ଶୁଣିଲେ ନାହିଁ। ଆମ ଦୁଃଖ ଦେଖିଲେ ନାହିଁ। ତୁମ ମା'ଟିକୁ ନିଜପାଖକୁ ନେଇଗଲେ। " ବନ ଓ ହେମ ଦୌଡ଼ି ଆସି ବାପାଙ୍କୁ କୁଣ୍ଢେଇ କାନ୍ଦିବାବୁ ଲାଗିଲେ। ଶୂନ୍ୟ ଦୃଷ୍ଟିରେ ଯୋନାଥନ୍ କନ୍ୟା ତ୍ରୟଙ୍କୁ ଅନାଇଁ ରହିଲେ। ବାଷ୍ପରୁଦ୍ଧ କଣ୍ଠରେ କହିଲେ "ମାମାନେ, ତୁମ୍ଭେମାନେ ଆଜିଠାରୁ ଅନାଥ। ତୁମ୍ଭର ମା ନାହିଁ। ମାଆ ବୋଲି ଆଉ କାହାକୁ ଡାକି ପାରିବ ନାହିଁ। ତୁମ୍ଭର ଯତ୍ନ ନେବାକୁ ଆଉ ଦୁନିଆରେ କେହି ନାହିଁ। ମୁଁ ଆଜିଠାରୁ ଫକୀର, ମୋର ରତ୍ନ ହଜିଗଲା। " ବନ ଓ ହେମ ଉଚ୍ଚସ୍ୱରରେ କାନ୍ଦିଉଠିଲେ। ଯୋନାଥନ୍ ପୁଣି ବୀରଙ୍କୁ ଅନାଇଁ କହିଲେ "ଭାଇ, ତୁମର ସେଦିନ ରାତି କଥା ମନେ ଅଛି। ଶଶୀର ମାଆ ମରି ପଡ଼ିଥିଲେ। ଆମ୍ଭେମାନେ ଯାଇ ପହଞ୍ଚିଥିଲେ। ମନେ କର, ସେଇ ଅନ୍ଧାର ରାତି। ମା ଝିଅଙ୍କର ସମାନ ଦଶା ହେଲା। ଭାଇ, ଅଳ୍ପଦିନ ପାଇଁ ମୋ କୁଟୀର ଆଲୋକିତ କରିବା ପାଇଁ ମୁଁ ଏ ସ୍ୱର୍ଗର ତାରା ଆଣିଥିଲି। ଏବେ ସେ ନିଜ ସ୍ଥାନକୁ ଫେରିଗଲା। କାହିଁକି ଆଉ କାନ୍ଦିବି? କାହାପାଇଁ ଆଉ କାନ୍ଦିବି? ପୁଅ ମଲାପରେ ତ ଦାଉଦ ରାଜା। ପ୍ରକୃତରେ କିଛି ନ ଜାଣିଲେ ଲେଖିହେବ ନାହିଁ-। ଯେଉଁମାନେ ଭାବନ୍ତି ପାଠ ନ ପଢ଼ିଲେ ମଣିଷର ଏଭଳି କିଛି କ୍ଷତି ହୁଏ ନାହିଁ, ତାଙ୍କର ସେ ଭାବନା କେବେ ଠିକ୍ ନୁହେଁ ବୋଲି ମୋର ଧାରଣା।